ସେତେବେଳକୁ ପ୍ରାୟ ଦିନ ଦଶଟା ସମୟ ହେବ। ମୋ ଦଳର ଲୋକେ ମୋତେ ଖୋଜି ଖୋଜି ସେଠାରେ ଆସି ପହଞ୍ଚିଲେ। ବାଘାର ଭୋ ଭୋ ଶବ୍ଦରେ ସେମାନେ ମୋ ରହିବା ଜାଗା ଜାଣିପାରିଥିଲେ। ସେମାନଙ୍କ ହାତରେ ବନ୍ଧୁକ ଥିଲା। ତିନି ଦିଗରୁ ତିନି ଜଣ ଏକାବେଳେକେ ଗୁଳି କଲେ। ଥରେ ମାତ୍ର ଗର୍ଜନ କରିବାକୁ ସିଂହୀ ସମୟ ପାଇଲା ନାହିଁ। ସାଙ୍ଗେ ସାଙ୍ଗେ ଗଛମୂଳେ ପଡ଼ିଗଲା। ଅଳ୍ପ ସମୟ ବାଡ଼େଇପିଟି ହେଲା, ତା'ପରେ ସବୁ ଶେଷ। ସମସ୍ତେ ମୋତେ ଧରାଧରି କରି। ଗଛରୁ ଓହ୍ଲାଇ ଆଣିଲେ। ନିଗ୍ରୋ ଚାକରଟି ବଣ ଭିତରୁ କଅଣ ସବୁ ଗଛର ପତ୍ର ଆଣି ଛେଚି ମୋ କାନ୍ଧ ଘାଆରେ ଲଗାଇଦେଲା। ସେହି ମଧ୍ୟ ଚିହ୍ନିପାରି କହିଲା, ''ହଜୁର, ଯେଉଁ ସିଂହଛୁଆ ଆମ ସାଙ୍ଗରେ ଅଛି, ଏ ଦୁହେଁ ତା'ର ବାପ ମା। ସେଦିନ ପାହାଡ଼ରେ ଏହିମାନଙ୍କୁ ହିଁ ମୁଁ ଦେଖିଥିଲି। '' ମୋ ବାଘା କୁକୁର ଯୋଗୁଁ ହିଁ ମୁଁ ସେ ଦିନ ସିଂହମୁହଁରୁ ରକ୍ଷା ପାଇଥିଲି-ଏକଥା ଜୀବନରେ କଦାପି ଭୁଲିପାରିବି ନାହିଁ। ଆଫ୍ରିକା ଦେଶରେ ରେଳ ରାସ୍ତା ପଡ଼ିଲାବେଳେ ବିଭିନ୍ନ ଦେଶରୁ ବହୁତ ଲୋକ ସେଠାକୁ ଯାଇଥିଲେ। ପ୍ରତିଦିନ ହଜାର ହଜାର କୁଲି ନାନାପ୍ରକାର ହତିଆର ସାଙ୍ଗରେ ନେଇ କାମକୁ ଯାଆନ୍ତି। ଜଙ୍ଗଲ ସଫା କରନ୍ତି। ତା' ସାଙ୍ଗେସାଙ୍ଗେ କେତେ ବାଘ, ଭାଲୁ, ସାପ, ବାର୍ହା ଆଦି ପଶୁ ଯେ ମାରନ୍ତି, ତା'ର ଇୟତ୍ତା ନ ଥାଏ। ସେହି ସମୟରେ ଭନ୍ ଜୋହାନସବର୍ଗ ନାମରେ ଜଣେ ଇଞ୍ଜିନିୟର ସେଠାରେ କାମ କରୁଥାନ୍ତି। ସେ ବଡ଼ ଶିକାରୀ। ସେଠାରେ ରହିବା ସମୟ ମଧ୍ୟରେ ସେ ଅନେକ ବଡ଼ ବଡ଼ ବାଘ ଓ ଆଉ ସବୁ ଜନ୍ତୁ ମାରିଥିଲେ। ସେହି ଦେଶର ଜଣେ ବଡ଼ ସାହସୀ ଓ ବଳୁଆ ଲୋକକୁ ସେ ସବୁବେଳେ ପାଖରେ ରଖିଥିଲେ। ତା'ର ନାମ ଉଆମ୍ବା। ଉଆମ୍ବାର ଚେହେରା ଯେପରି ରାକ୍ଷସ ପରି, ସାହସ ମଧ୍ୟ ସେହିପରି ଅସୀମ। ଡର ଭୟ କଅଣ, ସେ ମୋଟେ ଜାଣେ ନାହିଁ। ବିନା ବନ୍ଧୁକରେ ସେ ତା' ଜୀବନ କାଳ ଭିତରେ ପାଞ୍ଚ ସାତଟା ମହାବଳ ବାଘ ମାରି ପକାଇଥାଏ। ଥରେ ଜୋହାନସବର୍ଗ ସାହେବ ଉଆମ୍ବାକୁ ଡାକି କହିଲେ, "ଏଣିକି ଦୁଇ ଚାରିଟା ସିଂହ ଶିକାର କରିବାକୁ ମନ ହେଉଛି। ବାଘ ମାରି ମାରି ମନ ଛାଡ଼ିଗଲାଣି। ସିଂହ ଥିବା ବଣକୁ ମୋତେ ନେଇଯାଆନ୍ତୁ କି, ସିଂହ ଶିକାର କରନ୍ତି। ଉଆମ୍ବା ଏହା ଶୁଣି ଜିଭ କାଢ଼ି ପକାଇଲା। କହିଲା, "ହଜୁର ସିଂହ ଶିକାର କରିବାକୁ ମନ ବଳାନ୍ତୁ ନାହିଁ। ସିଂହ ଏ ବାଘ ଭାଲୁଙ୍କ ପରି ନୁହେଁ। ସେ ପଶୁମାନଙ୍କ ରାଜା; ତା'ର ବଳ ଯେତିକି, ସାହସ ବି ସେତିକି; ଗଉଁ ମଧ୍ୟ କମ୍ ନୁହେଁ। ମୁଁ ନିଜେ ଥରେ ସିଂହ ହାବୁଡ଼ରେ ପଡ଼ିଥିଲି-। ଶୁଣନ୍ତୁ ସେ କଥା ଜଣେ ସାହେବ ମୋତେ ପାଖରେ ରଖିଥିଲେ। ତାଙ୍କ ସାଙ୍ଗରେ ବଣକୁ ମୁଁ ଶିକାର କରିବାକୁ ଯାଇଥିଲି। ସିଂହ ଜେବ୍ରା ପଶୁକୁ ଖାଇବାକୁ ଖୁବ ଭଲପାଏ। ଜେବ୍ରା ଭାରି ତ ଦଉଡ଼ିପାରେ। ସିଂହ ତାକୁ ଛକି ରହିଥାଏ। ସୁଯୋଗ ପାଇଲେ ତା' ଉପରକୁ କୁଦିପଡ଼ି ପିଠି ଉପରେ ବସେ। ବେକମୂଳ କାମୁଡ଼ି ମନମଉଜରେ ରକ୍ତ ପିଇବାରେ ଲାଗିଯାଏ। ଜେବ୍ରା ପ୍ରାଣବିକଳରେ ତିନି ଚାରି ମାଇଲ ବାଟ ପବନ ବେଗରେ ଦଉଡ଼ିଯାଏ। ସିଂହ ମନମଉଜରେ 'ଘୋଡସୱ। ର' ଥାଏ ଏବଂ ନିଜର ହୋଇ ଭୋକ ଶୋଷ ମାରୁଥାଏ। ଯେତେବେଳେ ଜେବ୍ରା ଦେହରୁ ବାରପଣ ରକ୍ତ ଶେଷ ହୋଇଯାଏ; ସେତେବେଳେ ସେ ତଳେ ପଡ଼ିଯାଏ। ମନ ହେଲେ ସିଂହ ତା' ମାଂସରୁ କିଛି ଖାଏ, ନହେଲେ ଛାଡ଼ି ଚାଲିଯାଏ। ସାହେବ ଓ ମୁଁ ବଣ ଭିତରେ ଯାଉଛୁ, ଦେଖିଲୁ ଗୋଟାଏ ଜେବ୍ରା ଖୁବ୍ ବେଗରେ ଦଉଡ଼ୁଛି। ତା' ଗତିବିଧିରୁ ମୁଁ ଜାଣିପାରିଲି ଯେ, ସେ ଜୀବନ ଭୟରେ ଧାଉଁଛି। ତା' ପଛରେ ନିଶ୍ଚୟ ସିଂହ ଗୋଡ଼ାଇଛି। ସାହେବଙ୍କୁ ହଠାତ୍ ଗଛ ଉପରେ ଚଢ଼ିଯିବାକୁ କହିଦେଲି ଓ ମୁଁ ସାଙ୍ଗେ ସାଙ୍ଗେ ଗୋଟିଏ ଗଛ ଉପରକୁ ଚଢ଼ିଗଲି। ମାତ୍ର ସାହେବଙ୍କର ତ ଶିକାର କରିବା ଝୁଙ୍କ ଲାଗିଥାଏ-। ସେ ସାଙ୍ଗେ ସାଙ୍ଗେ ଜେବ୍ରାକୁ ଗୁଳି କଲେ। ଜେବ୍ରା ଦେହରେ ବାଜୁ ନ ବାଜୁଣୁ ଗୋଟାଏ ମସ୍ତବଡ଼ ସିଂହ ବୁଦା ଗହଳି ଭିତରୁ ବାହାରିପଡ଼ିଲା। ତାକୁ ଦେଖି ସାହେବଙ୍କ ପିଳେହି ପାଣି-। ତାଙ୍କ ହାତରୁ ଯେ ଖାଲି ବନ୍ଧୁକ ଖସିପଡ଼ିଲା, ସେତିକି ନୁହେଁ; ସାହେବ ବି ଭୟରେ ଗଛ କାଟିଲା ପରି ତଳେ ପଡ଼ିଗଲେ।